ମୋର ବ୍ୟଗ୍ରତା ଦେଖି୍ ଖୁବ୍ କ୍ଷୀଣ ସ୍ୱରରେ ସ୍ତ୍ରୀ ମୋର କହିଲେ—ମୋର ଯିବାର ବର୍ଷକ ପରେ ବୋଉ ଚାଲିଗଲେ। ତମ ଫଟୋଟିକୁ କେତେ ଯେ ଚୁମା ଦେଲେ, ତାର ସୀମା ନାହିଁ। ନନା ଶୁଦ୍ଧ ଘରଟି ଜାକ ଉଁ ଜମକରେ ସାରିଦେଲେ। ବୋଉ ଖବର ବା ତାଙ୍କ ଖବର ତୁମକୁ ଜଣାଇ ନ ଦେବାକୁ ଶପଥ କରାଇଲେ। ଆଖି ବୁଜିଲେ। ତୁମର ଅଙ୍ଗଜଟି ଜନ୍ମିଲା। ମାତ୍ର ମୋର ଅତି ମାତ୍ର ଶୋକ ହେତୁ ଓ ଉନ୍ନିଦ୍ରା ହେତୁ ଆରପୁରକୁ ଗଲା। ବେଶ ଏତିକି। ଉଁ ସେ ଆଉ କିଛି କହି ପାରିଲେ ନାହିଁ। ନନା ବୋଉଙ୍କ ବିଷୟ ଭାବି ମୁଁ ଚଣ୍ଡାଳ ଟିକିଏ କାନ୍ଦି ବି ପାରିଲି ନାହିଁ। ସ୍ତ୍ରୀଙ୍କ ଚିକିତ୍ସାରେ ଲାଗିଲି। ହେଲେ ସେ ବି ମତେ ଠକି ଚାଲିଗଲେ। ଆଉ ମୁଁ ରହିଲି ତର୍ପଣ-ଶ୍ରାଦ୍ଧ ଆଦି କରିବାକୁ। କାଚ, ସିନ୍ଦୁର ଓ ଅଳତା ଭଗିଆ ଦନ୍ତୀ ଚାଲିଚି ବାଟେ ବାଟେ। ଶଗଡ଼େ ଚିନ୍ତା ତା ମୁଣ୍ଡରେ ଜମା ହେଇ ଯାଇଚି-। ଭାବନା ବୋଝ ତା ମନଟାକୁ ଚହଲାଇ। ଦେଇଚି। ଦରିଦ୍ରର କଷାଘାତ ତାକୁ ବିଚଳିତ କରି ପାରିନି କି ଉଚ୍ଛୃଙ୍ଖଳିତ କରି ପାରିନି। ସୁନ୍ଦରୀ ଚଞ୍ଚିଟି ଗାଁ ଝିଅ। ହାତଧରି ତାକୁ ଘରକୁ ଆଣିଥିଲା-। ଲୁଗା ବୁଣାରେ ସେ ସହାୟତା କରି ନ ଥିଲେ ବଡ଼ ଅସୁବିଧା ଭୋଗ କରୁଥାନ୍ତା ସେ-। ଆଗକାଳେ ତନ୍ତବୁଣା ଲୁଗାପଟାକୁ ବଡ଼ ଆଦର କରୁଥିଲେ। ଲୁଗାବୁଣା ହଉ ହଉ ସରିଯାଉଥାଏ-। ମାତ୍ର ଏହି ପ୍ରତିଯୋଗିତାର ଦୁନିଆଁରେ ତା ହାତବୁଣା ଲୁଗା ମିଲ୍ ଲୁଗା ସହିତ ତାଳ ଦେଇ ପାରିଲା ନାହିଁ। ତନ୍ତଲୁଗା ପ୍ରତି ଲୋକଙ୍କର ଅନାଦର ଯେଉଁ ପରିମାଣରେ ବଢ଼ିଲା, ସେହି ପରିମାଣରେ ଭଗିଆର ଦୁଃଖ ଦୁର୍ଦ୍ଦଶା ବଢ଼ି ଚାଲିଲା। ଚଞ୍ଚି ବିଚରା ଖଣ୍ଡିଏ ଲୁଗା ଧୋଇ ଶୁଖାଇ ପିନ୍ଧିଲା। ଭାଗିଆ ସାତ ଗଇଁଠା ଲୁଗା ପରିଧାନ କଲା। ସେ ଦୁହିଁଙ୍କର ଅଲିଅଳ ପୁଅ ଅଇଁଠା କଉପୁନି ମାରି ଦାଣ୍ଡରେ ଚାଲିଲା। ଅର୍ଦ୍ଧନଗ୍ନ ଓ ଅନାହାରରେ ଏହି ତନ୍ତୀ ପରିବାରଟିର ଦିନ ଗଡ଼ିଯିବାରେ ଲାଗିଲା। କୁମାର ପୂର୍ଣ୍ଣିମା ମୁଣ୍ଡ ଉପରେ। ଚଞ୍ଚି ପାଇଁ ଖଣ୍ତେ ଲୁଗା ଆଉ ଅଇଁଠା ପାଇଁ ଖଣ୍ଡେ ପ୍ୟାଣ୍ଟ ଏଥର କରିବାକୁ ହେବ। ଆର ସନ ଅଇଁଠା କେତେ କାନ୍ଦିଥିଲା ପ୍ୟାଣ୍ଟ ପାଇଁ-। ଚଞ୍ଚିର ଛିଣ୍ଡା ଲୁଗା ପିନ୍ଧା ଅସହ୍ୟ ହେଲାଣି। ସହର ତଳ ଅଞ୍ଚଳରେ ଓ ସହରରେ ତା ଲୁଗାର କାଟତି ନ ଥିବାରୁ ଅତି ଦୂରରେ ଥିବା ମଫସଲରେ ଲୁଗା ବିକି ଭଗିଆ ବିଚାରା ପାଉଥିଲା ବେଶ୍ ଦୁଇ ପଇସା। ମୂଳଧନତକ ସୂତା ପାଇଁ ରଖିଦେଇ ଅବଶିଷ୍ଟ ଟଙ୍କାତକ ଧରି ଚାଲିଚି ହାଟକୁ। ବାହାରିବା ବେଳେ ଚଞ୍ଚି ବରାଦ କରିଥିଲା କାଚ ମୁଠାଏ, ସିନ୍ଦୂର ଓ ଅଳତା ଦୁଇ ପୁଡ଼ା ଆଣିବାକୁ। ଭଗିଆ ହସି ଦେଇଥିଲା। ଚଞ୍ଚିରେ ମୁଣ୍ଡରେ ଥିବା ଫିକା ସିନ୍ଦୂରକୁ ହାତରେ ପୋଛି ଦେଇ କହିଥିଲା–ଭଲ ନାଲି ସିନ୍ଦୂର ଆଣିଦେବି। ଭଗିଆର ଏହି ଅଶୁଭ କାର୍ଯ୍ୟରେ ଚଞ୍ଚି କାନ୍ଦି ପକାଇଥିଲା। ପ୍ରତିବାଦ କରି କହିଥିଲା–କେଡ଼େ କଥା କଲ ସତେ! ଏମିତି କରନ୍ତି? କେତେ ବର୍ଷ ତୁମକୁ ହେଲେ, କେଡ଼େ ବଡ଼ ହେଲେ ତୁମେ ସାମାଜିକ ରୀତିନୀତି ବୁଝିବ କେଜାଣି? ଭଗିଆ ହସି ହସି ଥଟ୍ଟା କରି କହିଥିଲା–ଏଇ ସିନ୍ଦୂର ଲିଭାଇ କ'ଣ ମୁଁ ମରି ଯାଉଚି ନା ତୁମେ ରାଣ୍ଡ ହେଇ ଯାଉଚି? ଚଞ୍ଚି ଭଗିଆ ଉପରେ ହାତ ଦେଇ କଇଁ କଇଁ